ଆମେ ଏ ବର୍ଷ କିଛି ଜଙ୍ଗଲ ଲିଜରେ ନେବାକୁ ସ୍ଥିର କରିଥିଲୁଁ । ସେଇଥିପାଇଁ ମୁଁ କିଛି ପ୍ରତିବାଦ କଲି ନାହିଁ। ସୌଭାଗ୍ୟ ନିଜେ ଗାଡ଼ି ଡ୍ରାଇଭିଂ କରୁଥିଲା ଆଉ ମୁଁ ତା ପାଖରେ ବସିଥିଲି। ଗାଡ଼ି ସମତଳ ରାସ୍ତା ଛାଡ଼ି ଯେତେବେଳେ ନିଘଞ୍ଚ ଜଙ୍ଗଲ ଭିତରେ ପ୍ରବେଶ କଲା ସେତେବେଳେ ହଠାତ୍ ତା ମୁଣ୍ତ କଣ ହେଉଛି ବୋଲି କହି ମୋତେ ଡ୍ରାଇଭିଂ କରିବାକୁ ଅନୁରୋଧ କଲା। ତା'ର ଏ ଛଳନା ମୁଁ ହାଠାତ୍ ବୁଝିପାରିଲି ନାହିଁ। ଗାଡ଼ି ବନ୍ଦ କରି ସେ ପଛ ସିଟ୍କୁ ଚାଲିଗଲା ଆଉ ମୁଁ ପନ୍ଦର, କୋଡୀଏ ମାଇଲ ବେଗରେ ଗାଡ଼ି ଚଳାଇବାକୁ ଲାଗିଲି। ହଠାତ୍ ପଛରେ ଖଡ଼ ଖଡ଼ ଶଦ୍ଦ ହେବାରୁ ମୋ ମନରେ ସନ୍ଦେହ ହେଲା। ତତ୍ ଖେଣାତ୍ ଦେଖେ ତ ସୌଭାଗ୍ୟ ହାତରେ ଖଣ୍ତିଏ ଲୁହା ରଡ୍ ରହିଛି। ଆଉ ତା'ର ଲକ୍ଷ୍ୟ ଯେ ମୋର ମୁଣ୍ତ ଉପରେ ଥିଲା ତା' ମୁଁ ସହଜରେ ବୁଝିପାରିଲି। ତେଣୁ ହଠାତ୍ ବ୍ରେକ୍ମାରି ମୁଁ ଗାଡ଼ି ଅଟକାଇଦେବାରୁ ସେ କହିଲା ଯେ ସିଟ ଭିତରେ କେହି ଏ ରଡଟା ରଖିଦେଇଥିଲା। ଆଉ ତାକୁ ସେ ବାହାର କରୁଥିଲା। କିନ୍ତୁ ତାର କଥା କହିବାର ଭଙ୍ଗୀ ଭିତରେ ସନ୍ଦେହ କରିବାର ଯଥେଷ୍ଟ କିଛି ଅବକାଶ ଥିଲା। ମୁଁ ହଠାତ୍ ଆଉ କିଛି ପ୍ରତିକ୍ରିୟା ପ୍ରକାଶ ନ କରି କହିଲି ଯେ ମୁ ମୋ ଅଫିସ ଡ୍ରଏର ଭିତରେ ଦଶ ହଜାର ଟଙ୍କାର କ୍ୟାସ ଛାଡ଼ିଆସିଛି। ଆଉ ଡ୍ରଏର ଲକ୍ କରିବାକୁ ଭୁଲିଯାଇଛି। ସେ ମଧ୍ୟ ଆଉ କୌଣସି ପ୍ରତିବାଦ କଲା ନାହିଁ। ଆମେ ଉଭୟେ ଅଫିସକୁ ଫେରିଆସିଲୁଁ। ସେ ଅଫିସକୁ ଗଲା ପରେ ମୁଁ ସିଧାସଳଖ ଆପଣଙ୍କ ପାଖକୁ ଧାଇଁଆସିଛି। ବିସ୍ମିତ ଭାବରେ ତାଙ୍କୁ ଲାକ୍ଷ୍ୟ କରି ଶତ୍ରୁଜିତ୍ କହିଲେ ଏଇ ସାମାନ୍ୟ ଘଟଣାରୁ ସେ ଯେ ଆପଣଙ୍କୁ ହତ୍ୟା କରିବେ ଏ ଆଶଙ୍କା ଆପଣ କାହିଁକି କରୁଛନ୍ତି? ଘଟଣାଟା ସାମାନ୍ୟ ନୁହେଁ, ମିଷ୍ଟର ଶତ୍ରୁଜିତ୍! ଆଉ ସେ ଯେ ମୋତେ ଏକାନ୍ତ ଭାବରେ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ଚଳାଇଛି ଏ ବିଷୟର ସନ୍ଧାନ ମୁଁ ପାଇଛି। କିନ୍ତୁ କାହିଁକି ସେ ଆପଣଙ୍କୁ ହତ୍ୟା କରିବେ ତା ଦ୍ୱାରା ତାଙ୍କର ଲାଭ ହେବ? ଅନେକ କିଛି, ମିଷ୍ଟର ଶତ୍ରୁଜିତ୍! ଅବଶ୍ୟ ଦୀର୍ଘଦିନ ଧରି ମନ ଭିତରେ ଏଇ ଯନ୍ତ୍ରଣା କେବଳ ଗୋପନ ରଖିଥିଲି ମୋର ଆତ୍ମସମ୍ମାନ ଦୃଷ୍ଟିରୁ। ହେଲେ ଆପଣଙ୍କ ପାଖରେ ସେସବୁ ଲୁଚାଇ କିଛି ଲାଭ ହେବ ନାହିଁ। ଜୟରାମ କିଛି ସମୟ ନୀରବ ରହିଗଲେ। ତା' ପରେ ସିଗାରେଟ ଖଣ୍ତିଏ ଶତ୍ରୁଜିତ୍ ଙ୍କୁ ଦେଇ ନିଜେ ଅପର ଖଣ୍ତିକରେ ଅଗ୍ନି ସଂଯୋଗ କରୁ କରୁ କହିଲେ, ଆମ ଅଫିସରେ କାମ କରୁଥିବା ଏକ ଶରଣାର୍ଥୀ ମୁଁ ଭଲ ପାଇ ବସିଥିଲି। ଅବଶ୍ୟ ତାର ରୂପରେ ମୁଗ୍ଧ ହୋଇ ନୁହେଁ, ତାର କର୍ମଦକ୍ଷତା ଯୋଗୁ। ଶେଷରେ ଦୁଇବର୍ଷ ତଳେ ମୁଁ ତାକୁ ବିବାହ କରିଥିଲି। ବିବାହର ଗୋଟିଏ ବର୍ଷ ବେଶ୍ ହସଖୁସିରେ ଆମ ସଂସାର ଚଳିଯାଉଥିଲା । ସୌଭାଗ୍ୟ ଥିଲା ମୋର ବନ୍ଧୁ। ତାକୁ ଅବିଶ୍ୱାସ କରିବାର କିଛି କାରଣ ନ ଥିଲା। ମୁଁ ଘରେ ଥିଲା ନଥିଲାବେଳେ ସେ ଅଧିକାଂଶ ସମୟରେ ଆସୁଥିଲା। କିନ୍ତୁ ଏଇ ସମୟ ଭିତରେ ମୋର ସ୍ତ୍ରୀ ଆଉ ତା' ଭିତରେ ଯେ ଏକ ଗୋପନ ଭାବ ବଢ଼ିଉଠିଥିଲା ସେକଥା ମୁଁ ସହଜରେ ଜାଣିପାରି ନ ଥିଲି । ଆଉ ଯେତେବେଳେ ଜାଣିଲି, ସେତେବେଳେ ମୋ ସ୍ତ୍ରୀ ଆଉ ମୋ ଭିତରେ ମନାନ୍ତର ସୃଷ୍ଟି ହେଲା। ସେଇଥିପାଇଁ ଆଜକୁ ପ୍ରାୟ ଛ'ମାସ ହେବ ସେ ତା'ର ବାପମାଆଙ୍କ ପାଖକୁ କଲିକତା ଯାଇ ଆଉ ଫେରିନାହିଁ।